ତା ହେଲେ–? '' ଆଉ କିଛି କହି ନ ପାରି ମେରିନା ଅଚେତ ହୋଇ ତଳେ ପଡ଼ିଗଲା। କିଏ ଜାଣେ, ଦୁଇଜଣଙ୍କର ଏହି ଦୃଶ୍ୟରେ ଶେଷ ଯବନିକା ଏକ ସଙ୍ଗରେ ନ ପଡ଼ିବ? ଏଗାର ମେରିନା ସେ ଦିନ ଖୁସିରେ ଉପଗ୍ରହର ପୁଷ୍କରିଣୀରେ ସନ୍ତରଣ କରୁଥାଏ। ଲାଉଡ଼୍ସ୍ପିକରରୁ ବାହାରୁଥିବା ଏକ ଗୀତର ଟିଉନିଂ ସହିତ ମିଳାଇ ସଙ୍ଗୀତର ଏକ ଅପୂର୍ବ ମୂର୍ଚ୍ଛନା ତା'ର ମୁଖରୁ ଝରିପଡ଼ୁଥାଏ ବେଳେବେଳେ। ସନ୍ତରଣ ପୁଷ୍କରିଣୀକୁ ପଶିବା ପୂର୍ବରୁ ମେରିନା ନିକଟସ୍ଥ ସୁଇଚ୍ବୋର୍ଡ଼ରେ ତା' ମନ ମୁତାବକ କେତେକ ଗୀତ ବାଜିବା ପାଇଁ ସୁଇଚ୍ ଟିପି ଦେଇ ଆସିଥିଲା। ମେରିନା ପିନ୍ଧିଥାଏ ଗୋଟିଏ କଳା ରଙ୍ଗର ସନ୍ତରଣ ପୋଷାକ। ଗୋଲାପି ଗୋରାତକ୍ତକ୍ ଶରୀର ଉପରେ କୃଷ୍ଣବର୍ଣ୍ଣର ଅର୍ଦ୍ଧଆଚ୍ଛାଦିତ ନାଇଲନ୍ର ପୋଷାକ ମେରିନାର ଲୁକ୍କାୟିତ ସୌନ୍ଦର୍ଯ୍ୟକୁ ଯେପରି ଶତଦୀପ୍ତିରେ ପ୍ରକାଶ କରୁଥାଏ, ତାହା କଳନା କରିବା ଯେ କୌଣସି ସ୍ୱପ୍ନଜୀବୀର କଳ୍ପନାର ବାହାରେ। ସନ୍ତରଣବେଳେ ସ୍ୱଚ୍ଛ ନିର୍ମ୍ମଳ ଜଳ ଉପରକୁ ଫୁଟି ଆସୁଥାଏ ମେରିନାର ଅପରୂପ ସୌନ୍ଦର୍ଯ୍ୟପଦ୍ମ ସନ୍ତରଣ ପୁଷ୍ପରିଣୀର ସମସ୍ତ ସୌନ୍ଦର୍ଯ୍ୟକୁ ଉପହାସ କରି। ପୁଷ୍କରିଣୀର ତଳଅଂଶରୁ ଆସୁଥିବା ସୁନେଲି ରଙ୍ଗର ବିଦ୍ୟୁତ୍ ଆଲୋକର ଝଲକରେ ସାରା ପୁଷ୍କରିଣୀଟିର ଜଳ ତରଳ ସ୍ୱର୍ଣ୍ଣ ଆଭାରେ ଝଟକି ଉଠୁଥାଏ। ସନ୍ତରଣଲିପ୍ତା ମେରିନାକୁ ଦେଖିଲେ ମନେ ହେବ, ସତେ ଯେପରି କଳ୍ପନା–ରାଇଜର ସ୍ୱର୍ଣ୍ଣ ପରୀଟିଏ ଉଡ଼ିଆସି ଏହି ମହାଶୂନ୍ୟରେ ନିର୍ଭୟରେ କେଳି କରିବାରେ ବ୍ୟସ୍ତ। ସେ କେତେବେଳେ କ୍ରୀଡ଼ାଚଞ୍ଚଳା ହାସ୍ୟମୟୀ ଗୀତିମୁଖରେ ସ୍ୱର୍ଣ୍ଣ କୋକିଳବିତ୍, ପୁଣି କେତେବେଳେ ସୌରଭମୟ ସ୍ଫୁଟନୋନ୍ନୁଖ ପ୍ରସୂନ ଭଳି ଦେଖାଯାଉଥାଏ। ଅନ୍ୟ ଦିନ ଭଳି ଲେନା ଆଦି ସଙ୍ଗିନୀମାନେ କେହି ଆସି ନଥାନ୍ତି। ଆଲେସ୍କି ମହାଶୂନ୍ୟରୁ ଫେରିଆସିଥିବାରେ ମେରିନାର ଯେଉଁ ଅପାର ଆନନ୍ଦ, ତାହାକୁ ମନ ପୂରାଇ ଉପଭୋଗ କରିବା ପାଇଁ ସେ ଚାହୁଁଥାଏ ନିରୋଳାସ୍ଥାନ। ତେଣୁ ସେ କାହାକୁ ନ ଡାକି ଏକା ପଳାଇ ଆସିଥାଏ ଉପଗ୍ରହର ଏହି ସନ୍ତରଣ ପୁଷ୍କରିଣୀକୁ। ହଠାତ ବାହାରେ ଠକ୍ଠକ୍ ଶବ୍ଦରେ ମେରିନା ପୁଷ୍କରିଣୀରୁ ଉଠିଯାଇ ଦୁଆର ଖୋଲିଦେଲା। ସାଂଶ୍ଳେଷିକ ପତଳା ଝିଲ୍ ଝିଲ୍ ଆର୍ଦ୍ର ବେଦିଙ୍ଗ ସୁଟ୍ ମେରିନାର ସୁକୋମଳ ଶରୀର ଉପରେ ଏପରି ଭାବରେ ଲାଗିଯାଇଥାଏ ଯେ, ତାହାର ଅସରନ୍ତି ସୌନ୍ଦର୍ଯ୍ୟଭଣ୍ଡାର ଉପରକୁ ଦାଉ ଦାଉ ହୋଇ ଫୁଟିଉଠୁଥାଏ। ଦୁଆର ମୁହଁରେ ଆଲେସ୍କିଙ୍କୁ ଠିଆ ହୋଇଥିବାର ଦେଖି ମେରିନା ଲଜ୍ଜାରେ ମ୍ରିୟମ୍ରାଣ ହୋଇପଡ଼ିଲା। କିପରି ସେ ତାର ସଦ୍ୟସ୍ନାତ ପ୍ରସ୍ଫୁଟିତ ଉଲଗ୍ନପ୍ରାୟ ସୌନ୍ଦର୍ଯ୍ୟକୁ ଆଲେସ୍କିଙ୍କ ଦୃଷ୍ଟିପଥରୁ ଘୋଡ଼ାଇ ରଖିବ, ଭାବି ସନ୍ତ୍ରସ୍ତ ହୋଇପଡ଼ିଲା। ନିଜର ପୋଷାକ ପୁଷ୍କରିଣୀର ଆରପାଖରେ ଥିବାର ଦେଖି ସେ ଅନନ୍ୟୋପାୟ ହୋଇ ପୁଣି ଲମ୍ପ ପ୍ରଦାନ କଲା ପୁଷ୍କରିଣୀକୁ। ଇଚ୍ଛା, ସେ ଆରପାରିକୁ ପହରିଁ ପୋଷାକ ପିନ୍ଧିପକାଇ ନିଜର ଅସହାୟ ଅବସ୍ଥାକୁ ସମ୍ଭାଳି ନେବ। ଆଲେସ୍କି ଏଇ ଯେଉଁ ମୁହୂର୍ତ୍ତକ ପାଇଁ ମେରିନାକୁ ଦେଖିବାର ସୁଯୋଗ ପାଇଲେ, ସେତିକିରେ ତାଙ୍କ ମନଭିତରେ ଏକ ଅପୂର୍ବ ଚମକ ଖେଳିଗଲା। ଆଃ, ମେରିନା ବାସ୍ତବିକ କେଡ଼େ ସୁନ୍ଦରୀ ନୁହେଁ? ସତେ ଯେପରି ନନ୍ଦନକାନନରେ ଫୁଟିଆସୁଥିବା ପାରିଜାତ କଳିକାଟିଏ। ପ୍ରକୃତିକ ସୌନ୍ଦର୍ଯ୍ୟର ମେରିନା କେଡ଼େ ସୁନ୍ଦର ଦିଶୁନାହିଁ ସତେ? ସେଦିନ ମେରିନାର ଘରଠାରେ ତାକୁ କୃତ୍ରିମ ରୂପ–ପ୍ରସାଧନୀର ଗୁରୁସମ୍ଭାର ଭିତରେ ଦେଖିଥିଲି; କିନ୍ତୁ ଆଜିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ତୁଳନାରେ ସେ ଦିନର କୃତ୍ରିମ ସୌନ୍ଦର୍ଯ୍ୟ ଯେ କିଛି ନୁହେଁ। ପ୍ରକୃତି ଯାହାକୁ ଏତେ ସୌନ୍ଦର୍ଯ୍ୟ ଦେଇଛି, ସେ ଯେ କାହିଁଙ୍କି କୃତ୍ରିମ ପ୍ରସାଧନୀର ସାହାଯ୍ୟ ନେଇ ପ୍ରକୃତି ଉପରେ ଅତ୍ୟାଚାର ଚଳାଇବାକୁ ସୁଖ